ହେଇ ସେଇ ରାସ୍ତା କଡ଼ରେ ଠିଆ ହୋଇ ରହିଥିଲା ବହୁ ସମୟ ଧରି ସେହି ଲୋକଟି। ଉଠି ପଡ଼ିଥିଲା ତନୁ, ଦୃଷ୍ଟି ପ୍ରସାରି ଚାଲିଗଲା ଚାହିଁଥିଲା ଲୋକଟି ଆଡ଼େ। ଉଃ ବୋଲି ଆର୍ତ୍ତନାଦ କରି ଉଠିଥିଲା ତନୁଶ୍ରୀ ମିଶ୍ର। ସେଇ ଉଃ ଶବ୍ଦଟା ତନୁର ପ୍ରତିଟି ତନ୍ତ୍ରୀକୁ ଛିଣ୍ଡାଇ ଟିକି ଟିକି କରିଦେଇଥିଲା। ଚାଲିଯାଉଛନ୍ତି ଭାଇନା। ଚାଲିଯାଉଛନ୍ତି ଓଡ଼ିଶାର ବିଖ୍ୟାତ ଡାକ୍ତର ମନୋରଞ୍ଜନ ମିଶ୍ର। ଚାଲିରେ ତାଙ୍କର ଫୁଟି ଉଠିଛି ଗୋଟାଏ ଅସହାୟ ଭଙ୍ଗୀ। ପାଦ ଘୋସାରି ଘୋସାରି ଚାଲିଛନ୍ତି ଗୋଟିଏ ଛଅ ଫୁଟ ଦୀର୍ଘ ବଳିଷ୍ଠ ମଣିଷ। ହାହାକାର କରି ଉଠିଲା ତନୁଶ୍ରୀର ଅନ୍ତରର ଅନ୍ତଃସ୍ଥଳ। ଦୃପ୍ତ ଭଙ୍ଗୀରେ ଘୂରି ପଡ଼ିଥିଲା ସେ ରାଜେନ୍ ଆଡ଼କୁ। ହାତ ଯୋଡ଼ି କହିଥିଲା, କ୍ଷମା କର ରାଜେନ୍, ମତେ କ୍ଷମା କରିଦିଅ। ମୋ କଥା ଆଉ ବ୍ୟବହାରରେ ଦିନେ ହେଲେ ତୁମେ ବାଚାଳତା ଦେଖି ନଥିବ। ମୁଁ ତୁମକୁ କେବେ ଭଲ ପାଇବାର କଥା କହିନି ଯାହା ଦ୍ୱାରା ତୁମେ ଏପରି କଥା ଆଜି ମତେ କହି ପାର। ସବୁଦିନେ ମୁଁ ତୁମକୁ ବନ୍ଧୁ ବୋଲି ଭାବି ଆସିଛି। ବିଭା ହେବା କଥା ସ୍ୱପ୍ନରେ ସୁଦ୍ଧା ଭାବିନି। ଅବ୍ରାହ୍ମଣ ସହିତ ବ୍ରାହ୍ମଣ କନ୍ୟାର ବିବାହ କଦାପି ହେଲେ ହୋଇ ପାରେନା। ମୁଁ ମୋର ବଂଶ ଗୌରବ ନଷ୍ଟ କରି ପାରିବିନି। ତା' ଛଡ଼ା ଦେଖ ସତରେ ଆମେ ପରସ୍ପରକୁ ବିବାହ କରି ପାରିବାନି। କେହି ଆମର ବିବାହ ଦେବେନି। ତୁମେ କହୁଛ ଆମେ ପଳାଇବା। ନା ରାଜେନ୍ ପଳାଇ ପାରିବାନି ଆମେ । ଅନ୍ତତଃ ପଳାଇ ଯିବାର ମନୋବୃତ୍ତି ମୋର ନାହିଁ। ମୁଁ ପଳାଇ ପାରିବିନି। ଆଚ୍ଛା, ନମସ୍କାର। ସ୍ଥାନ ଛାଡ଼ି ତରତର ହୋଇ ପଳାଇ ଯାଇଛି ତନୁ। ଆକୁଳ କଣ୍ଠରେ ଡାକି ଉଠିଲା ରାଜେନ୍ ତନୁ, ତନୁଶ୍ରୀ ଯାଅନି ଶୁଣି ଯାଅ, ମୋର ପଦେ କଥା ଶୁଣି ଯାଅ। ଖାଲି ମୋର ଗୋଟିଏ କଥାର ଉତ୍ତର ଦେଇ ଯାଅ ତନୁଶ୍ରୀ। ପୁଣି ଘୂରି ପଡ଼ିଲା ତନୁ। ଚାହିଁଲା ସିଏ ରାଜେନ୍‌ର ବ୍ୟଥାତୁର ମୁହଁ ଆଡ଼କୁ, ଆଖିରେ ତା'ର ଓହ୍ଲାଇ ଆସିଲା ଶ୍ରାବଣର କୃଷ୍ଣଛାୟା। ସେଇ ଆଖିରେ ପ୍ରଶ୍ନ ଭରି। ଖାଲି ଚାହିଁ ରହିଲା ରାଜେନ୍ ମୁହଁକୁ। ପାଖେଇ ଆସିଲା ରାଜେନ୍। ରୁଦ୍ଧ ଗଳାରେ ପଚାରିଲା ତନୁ ମୋ କଥାର ଉତ୍ତର ଦିଅ। ଖାଲି ଥରେ କହି ଯାଅ, ତୁମେ କ'ଣ ସତରେ ମତେ ଭଲ ପାଇ ନଥିଲ? ମତେ ନେଇ କ'ଣ କେବେ ତୁମେ ସ୍ୱପ୍ନ ଦେଖି ନଥିଲ। ଏଇ ଆମ ଦୁଇଟି ଜୀବନକୁ ନେଇସତ ସତେ କ'ଣ ତୁମେ କୌଣସି ଦିନ କାମନା କିମ୍ବା କଳ୍ପନାର ସୁଅରେ ଭାସି ଯାଇ ନଥିଲ? ଚାଲି ଯାଉ ଯାଉ ଝୁଣ୍ଟି ପଡ଼ିଲା ତନୁଶ୍ରୀ। ଅବିଚଳିତ କଣ୍ଠରେ କହିଲା ନାଁ, ନାଁ, ନାଁ। ଅନେକ ଦିନ ପରେ କମନରୁ କମନ୍‌ରୁମ୍‌ରେ ବସିଥିଲା ଝିଅମାନଙ୍କ ମେଳା। ଅନେକ କଥା ହେବା ଭିତରେ ସମସ୍ତଙ୍କ ଅଜାଣତରେ କେତେବେଳେ ସେମାନେ ଆଲୋଚନା କରି ବସିଥିଲେ ରାଜେନ୍ କଥା। ମୀନାକ୍ଷୀ ହସି ହସି କହିଥିଲା ବାଜେ ପିଲା ସେଇ ରାଜେନ୍‌ଟା। ଦେଖା ସୁନ୍ଦର କଖାରୁ ଭଳି। ଛତରାଟା। ଚେନାଚୂର୍ ଦି'ଟା ପାଟିରେ ପକାଇ ଦେଇ କାନ ଡେରିଲା ତନୁଶ୍ରୀ। ରସେଇ ରସେଇ ମୀନାକ୍ଷୀ କହି ଚାଲିଛି ବଦମାସ୍‌ଟାର ରୂପ ଟିକିଏ ଅଛି ବୋଲି ଅନେକ ଝିଅଙ୍କୁ ଟାଣି ନେଇଛି ନିଜ ଆଡ଼କୁ। କେତେ ଯେ ଝିଅ ଆସିଲେ ତା' ଜୀବନରେ, ତା'ର ଆଉ ହିସାବ କେହି ଦେଇ ପାରିବେନି ଆଜି। ହେଲେ କ'ଣ ହେଲା, ଛତରାଟା ଭାରି ବୋକା। ଝିଅଗୁଡ଼ାକ କିନ୍ତୁ ଭାରି ଚାଲାକ୍। ରାଜେନ୍ ମାହାନ୍ତି ସତ ସତ ଭଲ ପାଇବା ସୁଅରେ ଭାସି ଯାଏ। ଝିଅଗୁଡ଼ାକ କିନ୍ତୁ ତା' ସହିତ ଖାଲି ଅଭିନୟ କରନ୍ତି। ଅଭିନୟ କରି ସେଇ ମୂର୍ଖ ରାଜେନ୍‌ଟା ପାଖରୁ ବହୁତ ଉପହାର ସଂଗ୍ରହ କରି ଚାଲି ଯାଆନ୍ତି। ଗଲା ବେଳକୁ ଆଖିରୁ ପାଣି ନିଗାଡ଼ି କୁହନ୍ତି କ୍ଷମା କର ରାଜେନ୍, ମୁଁ ବଡ଼ ହତଭାଗୀ, ମୁଁ ବଡ଼ ନିରୁପାୟ। ବୋକା ଆଖିରେ କୁଆଡ଼େ ରାଜେନ୍ ମହାନ୍ତିଟା ସେଇମାନଙ୍କ ଯିବା ବାଟକୁ ଚାହିଁ ରହେ। ଆହା କି ବୋକା ପିଲାଟା ସିଏ, କହିଲ ସବୁ। ପ୍ରକୃତରେ ମତେ ଭାରି ଦୁଃଖ ଲାଗେ। ଗଲା ଦୁଇ ବର୍ଷ ତଳେ ସୁଦୀପ୍ତା ବୋଲି ଝିଅଟିଏ ତା'ଠାରୁ ଅନେକ ଆଦାୟ କରି ଚାଲି ଯାଇଛି। କହୁ କହୁ ଆଖି ବଙ୍କାଇ ଚାହିଁଲା ମୀନାକ୍ଷୀ, ତନୁଶ୍ରୀର ନଇଁଲା ମୁହଁକୁ। ତା' ପରେ ଦାନ୍ତ ଚିପି ଚିପି କହିଲା ଏବେ ରାଜେନ୍ ଖୁବ୍ ଘୂରି ବୁଲେ ତନୁଶ୍ରୀ ପଛରେ। ତନୁ ତା'ର ଶକୁନ୍ତଳା, ତନୁ ତା'ର ମାନସୀ, ଶେଷକୁ ପ୍ରିୟା ହୋଇ ପାରେ। ହା ଆ ଏ। କେଜାଣେ କ'ଣ ହେଉଛି। ଆଖିରେ ନିଆଁ ଜଳିଲା ତନୁଶ୍ରୀର। ଚେନାଚୂର୍ ପକେଟ୍ ଫୋପାଡ଼ି ଦେଲା ମୀନାକ୍ଷୀର ମୁଣ୍ଡକୁ ଲକ୍ଷ୍ୟ କରି। ତା' ପରେ ଦଉଡ଼ି ଦଉଡ଼ି ପଳାଇଲା ସେଠୁ। କ୍ଲାସ୍‌କୁ ଚାଲି ଆସି କହୁଣୀ ସନ୍ଧିରେ ମୁହଁ ଲୁଚାଇ ଚୁପ୍‌ଚାପ୍ ବସି ରହିଲା ତନୁଶ୍ରୀ।